–ଗୋଟାଏ ବହି। ଯାହା ପାଇଲି ତା'କୁ ଧରିଲି। ମୁଁ ଏଇ ଘଣ୍ଟାକ କସରତ ଶିଖିଲା ପରି ଲାଗିବି ଏଥିରେ। ସାହାଯ୍ୟ ଯାହା ଦରକାର ପଡ଼ିବ–ମିଳିବ। ମୁଁ ଯେମିତି ଆଜିର ଅବସ୍ଥାରୁ ଆସନ୍ତା କାଲି ଆଗେଇ ଯିବି। ଭଜକୃଷ୍ଣ ଆନମନା ହେଲାବେଳେ ମାନମୟୀ ଆକଟ କରି କହେ–ଖିଆଲରେ ପୂଜା କଲେ ଜୀବନଟା ନଷ୍ଟ ହୁଏ। ଜୀବନ ଫିମ୍ପି ମାରିଗଲେ ଖିଆଲ ସେଠୁ ପଳାଏ। ମନକୁ ଏମିତି ଏଣେତେଣେ କରିବା ଖରାପ। ଭଜକୃଷ୍ଣ ଚାହିଁଥିଲା ମାନମୟୀ ମୁହଁକୁ। –ମୋର ପଢ଼ାବହି ଆଡ଼େ ଆଖି ରଖନ୍ତୁ। ଭୁଲହେଲେ କହିଦେଉଥିବେ। ଗୁଣୁ ଗୁଣୁ ହୋଇ କହିଲା–ଜୀବନର ଦୀପକୁ ଧୀରେ ଜଳିବାକୁ ଦେବ। ସମୟର ପବନରେ ସବୁଠାରେ ସୁନ୍ଦରିମା ବାହାରେ। ଧୈର୍ଯ୍ୟ ହେଉଛି ବଡ଼ କଥା। ଏକ ମନରେ ମାନମୟୀ ପଢ଼ିଥିଲା। ସାମାନ୍ୟ ବିଚ୍ୟୁତ ନାହିଁ। ଥରେ ଅଧେ ଦେହର ଲୁଗା ସଜାଡ଼ି ଥିଲା–ସେତିକି। ଗଲାବେଳେ କହିଥିଲା–ଦି'ଦିନ ହେଇଗଲା। ପରଦିନଠାରୁ ଆଉ କିଛି ଅସୁବିଧା ଦେଖା ଦବନାହିଁ। ଭଜକୃଷ୍ଣ ଭାବିଚିନ୍ତି ଆସିଥିବେ ଯେ କେମିତି ସେଇ ସମୟଟି ଫଳପ୍ରଦ ହେବ। ଭଜକୃଷ୍ଣ ଉଠିଲା ବେଳକୁ ଆକାଶରେ ଗୋଲାପି ଆଭା ଦେଖା ଦେଇଥିଲା–ଦୂର ହେଲେ ବି ବେଶ୍ ସୁନ୍ଦର। –କେତେ ଦିନ ପାଠପଢ଼ା ଚାଲିଲା? –ଦେଢ଼ ବର୍ଷ? –କ'ଣ ସବୁ ପଢ଼ା ହେଲା? –ସେଇଆ ପରା କହୁଥିଲି। ମନଟା ଏତେ ବେଶି ଭାରାକ୍ରାନ୍ତ ଯେ କହି ବସିଲେ ଭାବ ଚାଲିଆସେ ଉଚ୍ଛ୍ୱାସରେ। ଆଖି ଝଲସା ଚିତ୍ରଟିଏ ମାନମୟୀ ଟାଣି ଦେଇଥିଲା। –ବେଶ୍ ଲେଖାପଢ଼ା ଲୋକପରି ଜଣାଯାଉଛି। –ସ୍ୱାଧୀନତାର ଇଏ ହେଉଛି ଫଳ। ପଦପଦବୀ ଓ ନିରୁଙ୍କଶ ସ୍ୱାଧୀନତା ସମସ୍ତଙ୍କ ମନରେ ତାଳଗଛ ଉଚ୍ଚ ଭାବ ଓ ଭାବନା ଉଠାଇ ପାରେ। –ପଚାରି ବୁଝିଥିଲ? –ହଁ, ଅନେକ ଦିନପରେ ବୁଝିଥିଲି। ମାନମୟୀ କହିଥିଲା–ଯେ ବେଶି ଜାଣେ, ସେ ଏମିତି ତୁଣ୍ଡ ଖୋଲିପାରେ ନାହିଁ। ବୟସ ଓ ଅନୁଭବ ସାଙ୍ଗରେ ଏଣୁ ତେଣୁ ମିଶାମିଶି ପାଠ ଥିଲେ ଭାରି ଅଦ୍ଭୁତ ଶକ୍ତି ଦେଖାଦିଏ–ଦେଖି ନାହାନ୍ତି ଆମର ମନ୍ତ୍ରୀମାନଙ୍କୁ। –ଠିକ୍ କଥା ତ, ଭଜକୃଷ୍ଣ। –ଆମେ କ'ଣ ଦେଖୁ ନାହିଁ? ଆମେ ପରଖିବାକୁ ଇଛା କରୁନାହିଁ। ଦେଖିବାର ଦେଖାରେ ବିହ୍ୱଳ ହେଇପଡ଼ୁ। ମାନମୟୀ ବସି ବସି ସବୁ କଥା ପରଖିଥିଲା। ତେଣୁ ତାହାର ଥିଲା ବିଶେଷ ଜ୍ଞାନ ଓ ଦର୍ଶନ। –ମୁଁ ହେଇଥିଲେ ଡରି ଯାଇଥାନ୍ତି। ସେ ତ ମୋ' ଠାରୁ ଉପରେ। ତମେ ଚଳାଇ ପାରିଲ ତ। –ଏବେଯାଏ ମୁଁ ନିଶ୍ଚିତ ଯେ ସେ ମୋ'ଠାରୁ ବହୁତ ଅଧିକ ଜାଣିଥିଲା, କିନ୍ତୁ ତାକୁ ନିୟମ, ବ୍ୟାକରଣ, କାର୍ଯ୍ୟକାରଣ ଅଳ୍ପ ଜଣାଥିଲା। –ବାବୁ କେବେ ଆସି ତଦାରଖ କରି ନାହାନ୍ତି? –ନା, ମାନମୟୀ କହିଥିଲା ଥରେ। ବାବୁଙ୍କୁ ସେ ତାଗିଦ୍ କରି ଦେଇଛି ଯେ ପଢ଼ିଲା ବେଳେ ସେ ଆସି ନହର ପହର ହେଲେ ମାନମୟୀ ପଢ଼ା ବନ୍ଦ କରିଦବ। –ସେଥିପାଇଁ ସେ କେବେ ହେଲେ ଆସି ନାହାନ୍ତି। –ନା, ଆସିବେ ନାହିଁ ବୋଲି ମୁଁ ସ୍ଥିର ନିଶ୍ଚିତ ନ ଥିଲି କିନ୍ତୁ ମାନମୟୀ ବହୁତ ଥର କହିଛି ଯେ ସେ ଆସିବେ ନାହିଁ। ବାରଣ ଦିଆ ହେଇଛି–ସେଇଟା ବି ଅବ୍ୟର୍ଥ। –ଏମିତି ବଚନିକା ହୁଏ କେବେ କେବେ? –ଠିକ୍ ବଚନିକା ନୁହେଁ। ତେବେ ଥରେ ଥରେ ଶଗଡ଼ର ଅଖ ଶବ୍ଦ କଲାପରି ମାନମୟୀ କଥା ଆରମ୍ଭ କରିଦିଏ। –କେମିତିକା କଥା? –ଥରେ ପଚାରିଲା ବନର ଅର୍ଥ ବଣ। ସେଠି ଜନ୍ତୁଜୁନ୍ତା ରହନ୍ତି। କିନ୍ତୁ ଉପବନ ଅର୍ଥ ହେଲା ବଗିଚା–ସେଠି ମଧୁପ ଓ ପ୍ରଜାପତି ଉଡ଼ନ୍ତି। ବନରେ ରହେ ଦ୍ରୁମ–ମହାଦ୍ରୁମ। ଉପବନରେ ରହେ ସୁକୁମାର ଗଛ ଲଟା। କିଏ କେମିତି ଏହି ଶବ୍ଦକୁ ବାଛିଲା? ଆଉ ଗଢ଼ିଲା। –ଉତ୍ତର କ'ଣ ବା ଦିଆହେବ? ଏଣେ ଆସି କଲେଜରେ ଅଧ୍ୟାପକଙ୍କୁ ପଚାରେ। ସେମାନଙ୍କର ଉତ୍ତର ମନକୁ ପାଏନାହିଁ ମାନମୟୀ ପୁଣି କେତେ ଦିନରେ ମନେ ପକାଇଦିଏ। ପଚାରେ ଭୋଗ–ଉପଭୋଗ–ସମ୍ଭୋଗ–ଏତେ ପ୍ରକାରର ଶବ୍ଦ କ'ଣ ପାଇଁ ତିଆରି ହେଇଛି? ଲୋକେ ଯେଉଁ ଅନୁଭୋଗ ବ୍ୟବହାର କରୁଛନ୍ତି–ସେଇଟା କ'ଣ? –ତମେ କ'ଣ କହ? ମୁଁ ଚୁପ୍ ରହେ। ମାନମୟୀକୁ କହେ ଯେ ତାଙ୍କର ପ୍ରଶ୍ନଗୁଡ଼ାକ ବଡ଼ କଠିଣ। କଲେଜରେ ଅଧ୍ୟାପକମାନେ ଠିକଣା ଜବାବ ଦେବାକୁ ଡେରି କରୁଛନ୍ତି। ମାନମୟୀର ଆଖି ଚହଟି ଉଠେ ଆନନ୍ଦରେ କହେ ସାହିତ୍ୟ ହେଉଛି ହୃଦୟର ଭାଷା।